ସକାଳୁ ସକାଳୁ ବାହାରି ନ ପଡ଼ିଲେ ଅଫିସରେ ଦଶଟାରେ ପହଞ୍ଚି ହେବନି। ପ୍ରତ୍ୟେହ ଖାଇ ପିଇ ସାଢ଼େ ଆଠଟା ବେଳକୁ ଅଫିସ ବାହାରି ପଡ଼ିଲେ ଠିକ୍ ଦଶଟା ଭିତରେ ପହଞ୍ଚି ହେବ। ନୂଆ ଚାକିରି, ନୂଆ ଅଫିସର। ଡେରିରେ ଗଲେ କାଳେ କ'ଣ ଅସୁବିଧା ହୋଇଯିବ; ଅଫିସର କାଳେ ବିରକ୍ତ ହେବେ, ତା' ପୂର୍ବରୁ ନିଜକୁ ନିଜେ ସାବଧାନ ହେବା ଉଚିତ। ଜଗି ରଖି କାମକଲେ କୌଣସି ଅସୁବିଧା ହେବନାହିଁ। ନମସ୍କାର ଗୁରୁପଦ ବାବୁ! ଅର୍ଜ୍ଜୁନ ହାତ ଯୋଡ଼ି କହିଲେ। ଆପଣଙ୍କର କିଛି କ'ଣ କାମ ଅଛି? ଗୁରୁପଦ ପଚାରିଲା। ବହୁତ କାମ ଅଛି। କାଲିଠାରୁ ଆପଣଙ୍କୁ ଖୋଜୁଛି କିନ୍ତୁ ପାଉନାହିଁ। ଆଜି ସକାଳୁ ଦୌଡ଼ି ଦୌଡ଼ି ଆସିଛି। କୁହନ୍ତୁ, ଗୁରୁପଦ ପଚାରିଲା। ଆପଣ ଆଜି ସନ୍ଧ୍ୟାରେ ଆମ ଘରକୁ ଯିବେ।। ସବୁ କଥାବାର୍ତ୍ତା ସେଠି ହେବା। ଆପଣଙ୍କ କଥା ମନେ ପଡ଼ିବାରୁ କାଲି ରାତି ଠାରୁ ମୋଟେ ମୋତେ ନିଦ ନାହିଁ। ବାଟ ମଝିରେ କହି କିଛି ଲାଭ ନାହିଁ। ଆପଣ ବର୍ତ୍ତମାନ ଖାଇ ପିଇ ଅଫିସ ଯିବେ। ସନ୍ଧ୍ୟାରେ ଆସିଲେ ସବୁକଥା। ହଉ ଯାଆନ୍ତୁ, ଅଫିସରୁ ଫେରିଲେ ନିଶ୍ଚୟ ଯିବି ଆଜ୍ଞା। ଅର୍ଜ୍ଜୁନ ଫେରି ଆସିଲା। ଗୁରୁପଦ ବସାରେ ପହଞ୍ଚି ଧୋତିଟା ପିନ୍ଧି କିଛି ସମୟ ପାଇଁ ଠାକୁର ପୂଜାରେ ବସିଗଲା। ସମୟ ସାତଟା ବାଜିଯାଇଥିଲା। ଆଜି ଡେରି ହୋଇଗଲାଣି। କ'ଣ ବା ସେ କରିବ। ପ୍ରତ୍ୟେହ ଛଅଟା ପୂର୍ବରୁ ଗାଧୁଆ ପାଧୁଆ କାମ ତା'ର ସରିଯାଏ। କିନ୍ତୁ ଆଜି ଯେଉଁ ଡେରି ହେଲା, ସେଥିପାଇଁ ସେ ଫୁଲଅପା ଉପରେ ଦୋଷତକ ମନେ ମନେ ଢାଳିଦେଇ ଚୁପ୍ ରହିଲା। ପୂଜାପରେ ଭାବିଲା କ'ଣ ସେ ବର୍ତ୍ତମାନ କରିବ? ଭାତ, ଡାଲି, ତରକାରୀ ଖୁବ୍ କମ୍ରେ କରିବାକୁ ହେବ। କିନ୍ତୁ ଆଜି ଏସବୁ କଲେ କାଳେ ଡେରି ହୋଇଯିବ; ଏହା ଭାବି ସ୍ଥିର କଲା, ଭାତ ଆଉ ଡାଲମାଟା କରିଦେଲେ ସବୁଠାରୁ ଭଲ। ଚୁଲି ଲଗାଇ ଭାତଟା ବସାଇ ଦେଲା। ଡାଲି ଡବାଟା ଖୋଲି ଦେଖିଲା ଡବାଟା ଶୂନ୍, ପୋଷେ ବି ନାହିଁ। ତା'ର ବି ମନେ ନାହିଁ। ଗତ ରାତିରେ ରୋଷେଇ କରିଥିଲେ ପରିଶ୍ରମ ପଡ଼ିଥାନ୍ତା। କିନ୍ତୁ ଫୁଲଅପାର ନିମନ୍ତ୍ରଣ ଯୋଗୁ ସବୁ ଭଣ୍ଡୁର ହୋଇଗଲା। ହଉ ଠିକ୍ ଅଛି, ଭାତରେ ଦି'ଟା ଆଳୁ ପକେଇ ଦେଲେ ଚଳିବ। ସମୟ ସମୟରେ ବି ଏମିତି ହୁଏ। ଭଲ ଭଲ ଆଳୁ ଦି'ଟା ଭାତରେ ପକାଇ କିଛି ସମୟ ପାଇଁ ଖଟ ଉପରେ ବସି ପଡ଼ିଲା, ତକିଆ ପିଠିପଟେ ଦେଇ। କାଠଯୋଡ଼ି ପୋଲ ଉପରେ ଏକ ଧ୍ୟାନରେ ଗୁଣୁ ଗୁଣୁ କ'ଣଗୁଡ଼ାଏ କହି କହି ଚାଲିଛି ଗୁରୁପଦ। କାଠଯୋଡ଼ି ପୋଲଟା ପାରି ହେଲେ ମଧୁପାଟଣା ଛକ। ତା'ପରେ ଲିଙ୍କ ରୋଡ଼ ଧରିଲେ ଦୋଳମୁଣ୍ଡାଇ ଛକ। ସେହିଠାରେ ଅଫିସ୍। ବେଶି ବାଟ କ'ଣ? ଲୋକ ଗହଳି ଭିତରେ ବାଟ ଚାଲିଲେ ଲମ୍ୱା ବାଟ ସଙ୍କୁଚିତ ହୋଇଯାଏ। ସତେ ଯେପରି ଦୂରତ୍ୱଟା ଆପେ ଆପେ କମିଯାଏ। କୌଣସିମତେ ଗୋଟିଏ ବର୍ଷ କଟିଗଲେ, ବନ୍ଧକ ଜମିଟା ମୁକୁଳି ଆସିବ। ସାନ ଭାଇର ଏଥର ଏକାଦଶ ଶ୍ରେଣୀ ହେବ। ମାଟ୍ରିକ୍ ପାଶ୍ କରିବ। ତା'ପରେ ତା'କୁ ପାଖକୁ ନେଇଆସି ରେଭେନ୍ସା କଲେଜରେ ନା ଲେଖାଇ ଦେବ। ଦୁଇ ଭାଇ ଏକାଠି ରହିବେ। ରନ୍ଧା ବଢ଼ା କରିବାକୁ ବେଶି ଅସୁବିଧା ହେବ ନାହିଁ। ଟୋକାଟା ବି ଭଲ ପଢ଼ୁଛି। ଫାଷ୍ଟ ଡିଭିଜନ୍ ନିଶ୍ଚୟ। ଚକାଡୋଳା ଯାହା ବିଚାର କରିବେ। ପଛକୁ ଚାହିଁ ଚକାଡ଼ୋଳା ଉଦ୍ଦେଶ୍ୟରେ ହାତ ଯୋଡ଼ିଲା ଗୁରୁପଦ। ଆରେ ଏ ତ ଆମ ସାହାବଙ୍କ ଗାଡ଼ି ଭଳି ଜଣା ପଡ଼ୁଛି। ଦୂରରୁ ଦେଖିପାରିଲା ଏକ୍ଜିକୁଟିଭ ଇଞ୍ଜିନିୟରଙ୍କ ଗାଡ଼ି ଦ୍ରୁତ ଗତିରେ ମାଡ଼ି ଆସୁଛି। ପୁନର୍ବାର ଆଗକୁ ଚାହିଁ ବାଟ ଚାଲିଲା ଗୁରୁପଦ। ସାହାବ ବୋଧେ ଟୁର୍ରେ ଆଜି ଯିବେ? ସରକାରୀ କ୍ୱାଟର ନ ପାଇ ଥିବାରୁ ଏବେ ଭୁବନେଶ୍ୱରରୁ ଯିବା ଆସିବା କରୁଛନ୍ତି। ଏହାରି ଭିତରେ ଘର ମିଳିଲେ ପିଲାମାନଙ୍କୁ ନେଇଆସିବେ। ସେଦିନ ବଡ଼ବାବୁଙ୍କ ଆଗରେ କହୁଥିଲେ, ତା' କାନରେ ବାଜିଥିଲା। ମହାପାତ୍ର ସାହାବଙ୍କ ଇଞ୍ଜିନିୟର ମହଲରେ ନାଁ ଅଛି। ବେଶ୍ ଭଦ୍ରଲୋକ। ଅତି ସରଳ। ଦୁର୍ନୀତି ଠାରୁ ଦୂରରେ ରୁହନ୍ତି। କାଠଯୋଡ଼ି ପୋଲ ପାରିହୋଇ ମହାପାତ୍ର ସାହାବଙ୍କ ଗାଡ଼ି କେତେ ଦୂରରେ ଅଛି ଜାଣିବା ପାଇଁ ପଛକୁ ଚାହିଁଲାକ୍ଷଣି ହଠାତ୍ ଗାଡ଼ିଟା ତା' ଆଗରେ ବ୍ରେକ ମାରି ଛିଡ଼ା ହୋଇଗଲା।